ତାଙ୍କଭଳି ସ୍ନେହପରାୟଣ ପିତା ଜାଣେନା ତୁମ ଦେଶରେ ଅଛନ୍ତି କି ନାହିଁ। ମୋ ଭାଇ ଭଉଣୀଙ୍କୁ କେତେ ବର୍ଷ ଧରି ଦେଖିନି, ସେମାନେ କେତେ ବଡ଼ ହୋଇଯାଇଥିବେ ମୁଁ କଳ୍ପନା କରିପାରୁନି। ପୁଣି ମୋ ମା' କିପରି ଅଛନ୍ତି, ଈଶ୍ୱର ଜାଣନ୍ତି। ତୁମକୁ ବି ଏକଥା କହିନି ଯେ, ମୋ ବାପା ଗୋଟିଏ ଦେଶର ଶାସନକର୍ତ୍ତା। ରାଜାଙ୍କ ଅଧୀନରେ କାମ କରନ୍ତି। '' ମୁଁ ଆଉ କ'ଣ କରିବି? କେଉଁ ପୃଥିବୀର ସେ ମଣିଷ, କେଉଁଠି ତାଙ୍କ ଘର, ସେ କିପରି ଦେଶ, ତାହା ମୁଁ ଜାଣେନା। ସ ମଧ୍ୟ ସବୁକଥା ଭଲଭାବରେ ମୋତେ କହିନାହାନ୍ତି। ସେଦିନ ମୁଁ ମୋର ସାଧ୍ୟାନୁଯାୟୀ ଏକ ଭୋଜୀର ଆୟୋଜନ କଲି। ଦୁଇଜଣ ଖାଉଁ ଖାଉଁ ଅନେକ ଗଳ୍ପ କଲୁଁ। ଇଉଓୟାରକି ତାଙ୍କ ଦେଶ ଏଠାରୁ କେତେଦୂର ତାହା କହିପାରିଲେ ନାହିଁ, କେବଳ ଏତିକି କହିଲେ ଯେ, ପାହାଡ଼ ପରେ ସାଗର, ସେ ସାଗର ପାର ହେଲେ ମସ୍ତବଡ଼ ଗୋଟିଏ ଦେଶ, ସେ ଦେଶ ପାର ହେଲେ ସାଗର, ତାହାପରେ ତାଙ୍କ ଦେଶ। ମଣିଷ ଏକା ରହିପାରେନା। କାରଣ ସେ ଯେ ସାମାଜିକ ଜୀବ। ଇଉଓୟାରକି ଚାଲିଯିବା ପରେ ଆଜି ମୋତେ ସମ୍ପୂର୍ଣ୍ଣ ଏକା ବୋଲି ମନେହେଉଛି। ମୁଁ ତ ଏଠାକୁ ଏକା ଆସିଥିଲି, ମୋର ସଙ୍ଗୀ କେହି ନ ଥିଲା ଇଉଓୟାରକି ମଧ୍ୟ ସମ୍ପୂର୍ଣ୍ଣ ଅଜଣା ଦେଶର ଲୋକ। ଆଜି ତାଙ୍କର ଅନୁପସ୍ଥିତିରେ ମୁଁ ଏତେ କାନ୍ଦୁଛି କାହିଁକ? ଏହାହିଁ କ'ଣ ମାୟା? ମଣିଷ ମନର ଏଇଠି ଦୁର୍ବଳତା। ମୋ ମନର ସମସ୍ତ ଦୁର୍ବଳତା ଦୂର କରି ଭାବିଲି, ଆଉ କେତେଦିନ ଏହିଠାରେ ଏମିତି ବନ୍ଦୀ ଅବସ୍ଥାରେ ରହିବି। ମୋତେ କ'ଣ ମୁକ୍ତିର ପଥ ଖୋଜିବାକୁ ହେବ? ଏହା ଯଦି ନ ହୁଏ, ତାହାହେଲେ ମୋତେ ନିଜକୁ ଏହି ଦେଶର ରାଜା ହେବାକୁ ହେବ-। ମୁଁ ଚୁପ୍ କରି ବସିପାରିଲି ନାହିଁ। ଚତୁର୍ଦ୍ଦିଗ ଲକ୍ଷ୍ୟ କରି ଜରିପ କରି ଦେଖିଲି ପ୍ରାୟ ସତୁରୀ କିଲୋମିଟର ପର୍ଯ୍ୟନ୍ତ ଏଇ ଦ୍ୱୀପର ଭୂଖଣ୍ଡ ତରୁଲତା ଇତ୍ୟାଦିଦ୍ୱାରା ପରିଶୋଭିତ। ଏହାର ବାହାରକୁ ମୁଁ ଯାଇ ନାହିଁ ଏବଂ ସନ୍ଧାନ ମଧ୍ୟ ପାଇ ନାହିଁ। ଯଦି ଏଠାରେ ଲୋକ ବସବାସ କରନ୍ତା, ତାହାହେଲେ ଏହା ଗୋଟିଏ ସୁନ୍ଦର ଶ୍ରୀସମ୍ପନ୍ନ ଉପନିବେଶ ଗଢ଼ି ଉଠିପାରନ୍ତା। ପୁଣି ଆଲୋକର ଦିନ ଆସିଲା, ଏବେ କାର୍ଯ୍ୟଧନ୍ଦାରେ ମନୋନିବେଶ କରିବାକୁ ହେବ-। କି ଭାବରେ କେଉଁ କାମ କରିବି, ସେଇ ବିଷୟରେ ଗୋଟିଏ ସିଦ୍ଧାନ୍ତ କରି କାମ ଆରମ୍ଭ କରିବି–ଏମିତି ଭାବରେ ନାନା କଳ୍ପନା କରୁଛି, ଏମିତି ସମୟରେ ଜାଣିବାକୁ ପାଇଲି, କିଏ ଯେମିତି ଅତି କୋମଳ ସ୍ୱରରେ ମୋତେ ଡାକୁଛି–''ବୁଲୁ, ବୁଲୁ...! '' ଏହା ତ ଇଉଓୟାରକିର ସ୍ୱର ନୁହେଁ, ତାହାହେଲେ କିଏ ମୋତେ ଡାକୁଛି? ପୁଣି ସେଇ ସ୍ୱର,–''ବୁଲୁ, ବୁଲୁ '' କିଏ ଯେମିତି ଅନେକ ଦୂରରୁ ମୋତେ ଡାକୁଛି। ମୁଁ ଭାବି। କିଛି ସ୍ଥିର କରିପାରିଲି ନାହିଁ। ମୁଁ ସେଇ ସ୍ୱରକୁ ଲକ୍ଷ୍ୟ କରି ଯିବାକୁ ଲାଗିଲି; କିନ୍ତୁ କାହାରିକୁ ଦେଖିବାକୁ ପାଇଲି ନାହିଁ-। ମୁଁ ମୋ ବନ୍ଧୁକଟି ହାତରେ ଧରି ହ୍ରଦ ପାଖକୁ ଆସିଲି। ଏମିତି ସମୟରେ ଶୁଣିବାକୁ ପାଇଲି, ପୁଣି ସେଇ ସୁମିଷ୍ଟ ସ୍ୱର–''ବୁଲୁ ''. ''ଏଇ ଯେ ମୁଁ। '' ଏହି କଥା କହିବା ସଙ୍ଗେ ସଙ୍ଗେ ଇଉଓୟାରକିଭଳି ପୋଷାକ ପିନ୍ଧା; ମାତ୍ର ଏମାନଙ୍କ ମୁଣ୍ଡରେ ଗୋଟିଏ ପ୍ରକାର ଆବରଣ ଥିଲା–ମୋ ନିକଟରେ ଆକାଶରୁ